-'ସତ୍ୟବ୍ରତ ଏ କି କଥା? ' ମୁଁ ପଚାରିଲି। -ସାର୍ ଟିକିଏ ଅପେକ୍ଷା କରନ୍ତୁ, ତାର କୋହ ଥମିଆସୁ। ଜଣେ ଶୁଭାକାଙ୍କ୍ଷୀକୁ ଦେଖି ତାର ହୃଦୟବନ୍ଧ କଟିଯାଇଛି-ମୁଁ ଯାହା ଦେଖୁଛି। ସତ୍ୟବ୍ରତ ଏତକ କହି ହସୁଥିଲା। -'ତୁମେ ତାକୁ ଚିହ୍ନ ନା କଅଣ? ' ମୁଁ ଅନ୍ଧାରରେ ଆଲୋକ ଦେଖିଲି। ନିଃଶ୍ୱାସ ସ୍ଵାଭାବିକ ହେଲା। ମୁଁ କହିଲି-ଭଗବାନ, ତାହାହିଁ ହେଉ, ନହେଲେ ଦେଉଳ ଫାଣ୍ଡିକୁ ଯିବା ଭାଗ୍ୟରେ ଅଛି। ସତ୍ୟବ୍ରତ କଠୋର ହେଲା-'ସୁଷମା, ଏସବୁ କଅଣ ହେଉଚି? ଚାରିପାଖେ ମଣିଷ ଭିଡ଼ ଦେଖୁଛୁ ତ? ' -'ସତ୍ୟବାବୁ, ଆପଣଙ୍କୁ ଖୋଜି ଖୋଜି ଆସୁଛି। ବାପା ମୋର ରାତି ପାହାନ୍ତାରୁ ଡାକ୍ତରଖାନାରେ ବେହୋସ୍ ପଡ଼ିଛନ୍ତି। ଷ୍ଟ୍ରୋକ ହେଲା। ରକ୍ତଚାପ। ଅଙ୍ଗ ଅଚଳ। ହାତରେ ଟଙ୍କା ନାହିଁ, ପାଖରେ କେହି ସାହା ଭରସା ନାହିଁ। ଆମ ଘର କଥା ସବୁ ଜାଣନ୍ତି ଆପଣ। ଏକା ସାହିରେ ଘର ବୋଲି-ତା' ଛଡ଼ା ବହୁତ ଆପଦ ବିପଦରେ ମତେ ଓ ବାପାଙ୍କୁ ସାହାଯ୍ୟ କରିଥିବାରୁ ମୁଁ ଦଉଡ଼ି ଆସିଛି ଆପଣଙ୍କ ପାଖକୁ। ଚାଲନ୍ତୁ ଡାକ୍ତରଖାନା। ବାପା ଆଉ ମୋର ବଞ୍ଚିବେ ନାହିଁ।। ' ଝିଅର ଲୁହ ଝରଣା ଆହୁରି ବେଗ ଧରିଲା। ମୁଁ ପଥିକ ମାତ୍ରରେ କହିପକାଇଲି-'ମୁଁ ବି ଯିବି, ହଉ- ହଉ- ' ଏହା ପ୍ରବୋଧନା କି ଆଉ କଅଣ ମୁଁ ବୁଝିପାରିଲିନାହିଁ। ପୁଲିସର ମୁହଁ ଶୁଖିଗଲା। କହିଲା-ଛେଃ, ଭାବିଥିଲି କିଛି ଗୋଟାଏ ରୋଜଗାର ହେବ ସକାଳୁ ସକାଳୁ। ଆରେ ଏଗୁଡ଼ାକ ଚିହ୍ନାଚିହ୍ନି ହୋ- 'ନାଇଁମ କିଛି ନୁହେଁ, ଏ ଝିଅଟା ତାଙ୍କର ସବୁ ଚିହ୍ନା। ତା ବାପ କେଉଁଠି ଡାକ୍ତରଖାନାରେ। ଖୋଜୁଥିଲା ଏଇ ଟୋକା ବାବୁଙ୍କୁ। ସାହି ବାଲାତ-ୟା କଅଣ ହଉନି? ' ଲୋକେ ଭିଡ଼ ଭାଙ୍ଗି ଚାଲିଲେ ଯେଝା ବାଟରେ। ଗୋଟାଏ ଚକ୍ଷୁ-ରୋଚକ, ମନପୂରକ ଶୃଙ୍ଗାରତିଳକ ସୁଗନ୍ଧ ଯେ କ୍ରମେ ସଞ୍ଚରିଯାଇଥିଲା, ତାହା ଧୀରେ ପ୍ରଶମିତ ହୋଇଆସିଲ। ପହଲିଭୋଗର ସୁବାସ ଆଘ୍ରାଣ ମାତ୍ର ରହିଗଲା। ଚାଲିଲୁ ଡାକ୍ତରଖାନା। ଆଗେ ଜନସେବା; ପରେ ମହାପ୍ରସାଦ-ସେତିକି କହିଲି ସତ୍ୟବ୍ରତକୁ। ତାର ଆଖି ସ୍ୱଚ୍ଛ ହୋଇଉଠିଲା, ଆଉ ସେ ଝିଅଟି ତାର ପରିଚିତ ବନ୍ଧୁ ଯୁବକଟିକୁ ଖୋଜି ଆସି ତାର ମହା ଦୂର୍ବିପାକରେ ଦେଖିଲା ମତେ, ଯିଏ ଦିନ ଗଣୁଛି ଏମିତି ଶ୍ୱେତ ଶୁଭ୍ର ପ୍ରସ୍ତର ଉପରେ ଶ୍ରୀ ଜଗନ୍ନାଥଙ୍କ ଦୃଷ୍ଟି ତଳେ ତାର ନାମକୁ ଉତ୍କୀର୍ଣ୍ଣ କରିବା ଆଶାରେ। କିନ୍ତୁ କେହି କହିବେ ନାହିଁ, ମୁଁ ଜାଣେ। ଲକ୍ଷ ଚରଣରେଣୁ ପାଇ ଜୀବ ମୁକ୍ତି ପାଇବ, ଏ ସତ୍ୟ ଆଜିର କୁଳ-ସନ୍ତାନ ବିଶ୍ୱାସ କରେନାହିଁ। ନକରିବା ଭଲ। ସେହି ନାସ୍ତି- ନାସ୍ତି ହେଉ ମୋର ଅସ୍ତିତ୍ଵର ପରମ ଓ ଚରମ ଲକ୍ଷ୍ୟ। ସତ୍ୟବ୍ରତ ଏତିକି ଜାଣୁ, ତାର ସାର୍ ଏ ଉପଭୋଗ ଚାହାନ୍ତି ନାହିଁ, ଯାହା ଚାହାନ୍ତି, ତାହା କେବଳ ଶରଧା ବାଲି କି ସାଗର ସ୍ଵର୍ଗଦ୍ଵାରରୁ ହାତେ- ହାତେ ଭୂଇଁ। କାହାକୁଡ଼ାକିବା ହିନ୍ଦୁ ସଂସ୍କୃତିରେ ଅଛି, କାହାକୁ ନଡ଼ାକି ଯଦି ଅତିଥି ଅଭ୍ୟାଗତ ଆସିଗଲେ, ତେବେ ମହାପୁଣ୍ୟ ହେବ ବୋଲି ଲୋକ ବିଶ୍ୱାସ କରି ଦ୍ୱାର ଖୋଲିଦଉଥିଲେ। ଏବେ ଅତିଥି ଶବ୍ଦର ବହୁ ବ୍ୟାପକ ଅର୍ଥ ହେବାରୁ ଓ ଗୋଟିଏ ସନ୍ଧ୍ୟାରେ ଏକାଧିକ ଅତିଥିଙ୍କ ଆବଶ୍ୟକତା ପଡ଼ୁଥିବାରୁ, ବିଷୟଟି ସମସ୍ୟା ମୂଳକ ହୋଇପଡ଼ିଛି। ଶ୍ରୀ ଜୟପ୍ରକାଶ ନାରାୟଣଙ୍କର ଓଡ଼ିଶା ଅଗମନ ଓ ପ୍ରସ୍ଥାନ ପୁରୀ ଜିଲ୍ଲାର ବିଷ୍ଣୁପୁର ଗ୍ରାମବାସୀଙ୍କର ଆପାତତଃ ସମସ୍ୟା ନୁହେଁ, ଯଦିଓ ସେମାନେ ଜାଣନ୍ତି ଯେ, ତାଙ୍କ ଭଳି